ସଚ୍ଚିଦାନନ୍ଦ ରାଉତରାୟ ପରମାନନ୍ଦ ଆଚାର୍ଯ୍ୟ କୃତାର୍ଥ ଆଚାର୍ଯ୍ୟ ବିଚିତ୍ରାନନ୍ଦ ଦାସ ମାୟାଧର ମାନସିଂହ ଅଭିନ୍ନ ଚନ୍ଦ୍ର ରାଓ ସଦାଶିବ ରଥଶର୍ମା କେଳୁଚରଣ ମହାପାତ୍ର ସତ୍ୟନାରାୟଣ ରାଜଗୁରୁ କାଳୀଚରଣ ପଟ୍ଟନାୟକ ସଂଯୁକ୍ତା ପାଣିଗ୍ରାହୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନିମାଇଁ ଚରଣ ହରିଚନ୍ଦନ ରଘୁନାଥ ମହାପାତ୍ର ପ୍ରଫୁଲ୍ଲ କୁମାର ଜେନା ସରୋଜ ରାଜ ଚୌଧୁରୀ ବାସନ୍ତୀବାଳା ଜେନା ବିନୋଦ କାନୁନଗୋ ଦେବୀପ୍ରସନ୍ନ ପଟ୍ଟନାୟକ ରାଧାମୋହନ ଗଡ଼ନାୟକ ସୁରେନ୍ଦ୍ର ମହାନ୍ତି ପଙ୍କଜ ଚରଣ ଦାସ ପ୍ରିୟମ୍ବଦା ମହାନ୍ତି ହେଜମାଦି କୁଞ୍ଜ ବିହାରୀ ମେହେର ଗୋପାଳ ଚନ୍ଦ୍ର ମିତ୍ର ମାଗୁଣି ଚରଣ ଦାସ କୁଙ୍କୁମ ମହାନ୍ତି ଇଲିଆନା ସିତାରିଷ୍ଟ ଘନଶ୍ୟାମ ମିଶ୍ର ଗଙ୍ଗାଧର ପ୍ରଧାନ ଶ୍ରୀନିବାସ ଉଦ୍ଗାତା ଜୟନ୍ତ ମହାପାତ୍ର ଇଗ୍ନେଶ ତିର୍କୀ ମାୟାଧର ରାଉତ ରଘୁନାଥ ପାଣିଗ୍ରାହୀ ଅପୂର୍ବ କିଶୋର ବୀର କୈଳାଶ ଚନ୍ଦ୍ର ମେହେର ତାରାପ୍ରସାଦ ଦାସ ଅଜୟ କୁମାର ପରିଡ଼ା ସୁବ୍ରତ କୁମାର ଆଚାର୍ଯ୍ୟ ସୁଦର୍ଶନ ପଟ୍ଟନାୟକ ନୀଳ ମାଧବ ପଣ୍ଡା ଶ୍ରୀଭାଷ ଚନ୍ଦ୍ର ସୂପକାର ଅରୁଣା ମହାନ୍ତି ଜିତେନ୍ଦ୍ର ହରିପାଲ ଗୋବର୍ଦ୍ଧନ ପାନିକା ଚନ୍ଦ୍ରଶେଖର ରଥ ପ୍ରଭାକର ମହାରଣା ଭବାନୀ ଚରଣ ପଟ୍ଟନାୟକ ଡି ପ୍ରକାଶ ରାଓ ଦମୟନ୍ତୀ ବେଶ୍ରା ବୀଣାପାଣି ମହାନ୍ତି ପ୍ରଶାନ୍ତ କୁମାର ପଟ୍ଟନାୟକ ଦିଗମ୍ବର ବେହେରା ମିତ୍ରଭାନୁ ଗୌନ୍ତିଆ ମନମୋହନ ମହାପାତ୍ର ରାଧାମୋହନ ଏବଂ ସାବରମତୀ କୃଷ୍ଣମୋହନ ପାଠୀ ନନ୍ଦକିଶୋର ପୃଷ୍ଟି ପୂର୍ଣ୍ଣମାସୀ ଜାନୀ ଆଦିତ୍ୟ ପ୍ରସାଦ ଦାଶ ଗୁରୁପ୍ରସାଦ ମହାପାତ୍ର ନରସିଂହ ପ୍ରସାଦ ଗୁରୁ ଶ୍ୟାମାମଣି ପଟ୍ଟନାୟକ ମାଗୁଣି ଚରଣ କୁଅଁର ଅନ୍ତର୍ଯ୍ୟାମୀ ମିଶ୍ର କ୍ରିଷ୍ଣା ପଟେଲ ଗୋପୀନାଥ ସ୍ୱାଇଁ ବିନୋଦ କୁମାର ପଶାୟତ ଅଶୋକ ମହାପାତ୍ର ପ୍ରତିଭା ଶତପଥୀ ଗୋପୀନାଥ ମହାନ୍ତି କାହ୍ନୁ ଚରଣ ମହାନ୍ତି ଗୋଦାବରୀଶ ମିଶ୍ର ସଚ୍ଚିଦାନନ୍ଦ ରାଉତରାୟ ବୈକୁଣ୍ଠନାଥ ପଟ୍ଟନାୟକ ଗୋଦାବରୀଶ ମହାପାତ୍ର ସୂର୍ଯ୍ୟନାରାୟଣ ଦାଶ ସୁରେନ୍ଦ୍ର ମହାନ୍ତି ବିନୋଦ ଚନ୍ଦ୍ର ନାୟକ ଗୁରୁ ପ୍ରସାଦ ମହାନ୍ତି ସୀତାକାନ୍ତ ମହାପାତ୍ର ରାଧାମୋହନ ଗଡ଼ନାୟକ କିଶୋରୀ ଚରଣ ଦାସ କାଳୀଚରଣ ପଟ୍ଟନାୟକ କୁଞ୍ଜବିହାରୀ ଦାଶ ଅନନ୍ତ ପଟ୍ଟନାୟକ ଅଖିଳ ମୋହନ ପଟ୍ଟନାୟକ ହରେକୃଷ୍ଣ ମହତାବ ମହାପାତ୍ର ନୀଳମଣି ସାହୁ ରାଜେନ୍ଦ୍ର କିଶୋର ପଣ୍ଡା ସୌଭାଗ୍ୟ କୁମାର ମିଶ୍ର ନିତ୍ୟାନନ୍ଦ ମହାପାତ୍ର ସୌରୀନ୍ଦ୍ର ବାରିକ ବୀଣାପାଣି ମହାନ୍ତି ଜଗନ୍ନାଥ ପ୍ରସାଦ ଦାସ ଶାନ୍ତନୁ କୁମାର ଆଚାର୍ଯ୍ୟ ଗୁରୁଚରଣ ପଟ୍ଟନାୟକ ଗୋବିନ୍ଦ୍ର ଚନ୍ଦ୍ର ଉଦଗାତା ସତ୍ୟନାରାୟଣ ରାଜଗୁରୁ ଚିତ୍ତରଞ୍ଜନ ଦାସ ପ୍ରତିଭା ଶତପଥୀ ଶରତ କୁମାର ମହାନ୍ତି ଯତୀନ୍ଦ୍ର ମୋହନ ମହାନ୍ତି ପ୍ରଫୁଲ୍ଲ କୁମାର ମହାନ୍ତି ରାମଚନ୍ଦ୍ର ବେହେରା ବଂଶୀଧର ଷଡ଼ଙ୍ଗୀ ପ୍ରମୋଦ କୁମାର ମହାନ୍ତି ପଠାଣି ପଟ୍ଟନାୟକ କଳ୍ପନା କୁମାରୀ ଦେବୀ ଗୋପାଳ କୃଷ୍ଣ ରଥ ବିଭୂତି ପଟ୍ଟନାୟକ ପାରମିତା ଶତପଥୀ ତରୁଣକାନ୍ତି ମିଶ୍ର ଯଶୋଧାରା ମିଶ୍ର ଗାୟତ୍ରୀବାଳା ପଣ୍ଡା ବୈଷ୍ଣବ ଚରଣ ସାମଲ ଗିରିଜାକୁମାର ବଳୀୟାରସିଂହ ସୁରେନ୍ଦ୍ର ମହାନ୍ତି ମହାପାତ୍ର ନୀଳମଣି ସାହୁ ସୀତାକାନ୍ତ ମହାପାତ୍ର କିଶୋରୀ ଚରଣ ଦାସ ଶରତ କୁମାର ମହାନ୍ତି ଶାନ୍ତନୁ କୁମାର ଆଚାର୍ଯ୍ୟ ଚିତ୍ତରଞ୍ଜନ ଦାସ ରାମଚନ୍ଦ୍ର ବେହେରା ପ୍ରତିଭା ଶତପଥୀ ନୃସିଂହ ଚରଣ ପଣ୍ଡା ଭୁବନେଶ୍ଵର ବେହେରା ରାଜେନ୍ଦ୍ର କିଶୋର ପଣ୍ଡା ଜଗନ୍ନାଥ ପ୍ରସାଦ ଦାସ ବିଭୂତି ପଟ୍ଟନାୟକ ତରୁଣକାନ୍ତି ମିଶ୍ର ଉତ୍ତମ କୁମାର ପ୍ରଧାନ ଶ୍ରୀନିବାସ ଉଦ୍ଗାତା ଜଗଦୀଶ ମହାନ୍ତି ଅନ୍ନପୂର୍ଣ୍ଣା ମହାରଣା ପ୍ରସନ୍ନ କୁମାର ମିଶ୍ର ବୀଣାପାଣି ମହାନ୍ତି ହୃଷୀକେଶ ପଣ୍ଡା ଅଚ୍ୟୁତାନନ୍ଦ ପତି ମନୋଜ କୁମାର ପଣ୍ଡା ହୃଷୀକେଶ ମଲ୍ଲିକ ଶତ୍ରୁଘ୍ନ ପାଣ୍ଡବ ନିତ୍ୟାନନ୍ଦ ନାୟକ ପାରମିତା ଶତପଥୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ସୁରେନ୍ଦ୍ର ମହାନ୍ତି ବଂଶୀଧର ମହାନ୍ତି କୃଷ୍ଣଚନ୍ଦ୍ର ସାହୁ।